ତାକୁ ଚତୁର୍ଥ ପରିସରଟି ଜଣାଥିବାରୁ ସେ ସ୍ଵଚ୍ଛନ୍ଦରେ ଏହି ଆବଦ୍ଧ ଘର ଭିତରକୁ ପଶି ଯା'ଆସ କରିପାରୁଛି ଆବଦ୍ଧ ଜଣ ଭିତରୁ ଦୁଆର ନ ଖୋଲି ବାହାରି ଆସୁଛି। ଆମକୁ ସିନା ଚତୁର୍ଥ ପରିସରଟି ଜଣାନାହିଁ, ଆମେ ଆଶ୍ଚର୍ଯ୍ୟ ହେଉଛୁ, ସେ କେମିତି ଗଲା, କେମିତି ଆସିଲା ଭାବି ଭାବି କିନ୍ତୁ ତାକୁ ତ ସବୁ ମାମୁଲି କଥା ବୋଲି ଜଣା ପଡ଼ୁଛି, କାରଣ ସେ ଚତୁଃପରିସର ପରିସରେ ବିଶିଷ୍ଟ ଜଗତର ସୃଷ୍ଟି। ଏହି ଜୀବଟି ତଥା ଏହା ଆସିଥିବା ଗ୍ରହର ଲୋକେ ଯେ ଚତୁଃପରିସରର ଜ୍ଞାନବିଶିଷ୍ଟ ଅଧିବାସୀ, ଏହିରେ ତିଳେମାତ୍ର ସନ୍ଦେହ ନାହିଁ। ତେବେ ଆମ ପାଖରେ ବର୍ତ୍ତମାନ ଏଇଟା ତ ସମସ୍ୟା ନୁହେଁ। ଆମେ ବର୍ତ୍ତମାନ ସେମାନଙ୍କ ପ୍ରସ୍ତାବ ସମ୍ପର୍କରେ କି ପନ୍ଥା ନେବା ତାହା ହିଁ ବିଚାର୍ଯ୍ୟ। ତେଣୁ ବ୍ରିଟିଶ, ରୁଷୀୟ, ଫରାସୀ ସଭ୍ୟଙ୍କ ଭଳି ମୁଁ ମଧ୍ୟ ପ୍ରସ୍ତାବ ଦେଉଛି ଆଜିର ଆଲୋଚନା ଆସନ୍ତା କାଲିକୁ ମୁଲତବୀ ରହୁ। ଆମେ ଆମ ସରକାର ସହିତ ମନ୍ତ୍ରଣା କରି କେଉଁ ପନ୍ଥା ଗ୍ରହଣ କଲେ ଭଲ ହେବ କାଲି ଆଲୋଚନା କରିବା। ଯଦି ସାଧାରଣ ଆସେମ୍ବ୍ଲି ବା ବିଶ୍ୱବୈଜ୍ଞାନିକ ତଥା ସାମରିକ ଅଫିସରମାନଙ୍କ ସମ୍ମିଳନୀ ଡକାଇବା ଦରକାର ପଡ଼େ ତେବେ ତାହା ଆସନ୍ତା କାଲିର ଅଧିବେଶନରେ ଆଲୋଚିତ ହେବ। ମୁଁ ଏତିକି କହିସାରିଛି କି ନାହିଁ ନିରାପତ୍ତା ପରିଷଦର ସଭ୍ୟମାନେ ମୋ ପ୍ରସ୍ତାବକୁ ସର୍ବାନ୍ତକରଣରେ ଅନୁମୋଦନ କଲେ। ନିରାପତ୍ତା ପରିଷଦର ବୈଠକ ଆସନ୍ତାକାଲିକୁ ମୁଲତବୀ ରହିଲା। ତହିଁ ପରଦିନ ଯଥା ସମୟରେ ନିରାପତ୍ତା ପରିଷଦର ଅଧିବେଶନ ବସିଲା। ସଭାକକ୍ଷରେ ସଭ୍ୟମାନେ ବଡ଼ ବିମର୍ଷ ବଦନରେ ବସିଥାନ୍ତି। ପୃଥିବୀ ତରଫରୁ ରାଷ୍ଟ୍ରଦୂତକୁ କଣ ଉତ୍ତର ଦେବାକୁ ପଡ଼ିବ ସେଇ ଥାଏ ସମସ୍ତଙ୍କର ଚିନ୍ତା। ନିରାପତ୍ତା ପରିଷଦ ଯା ଠିକ୍ କରିବ ତାହା ପୃଥିବୀର ବିଭିନ୍ନ ଦେଶ ଦ୍ୱାରା କେତେ ଦୂର ଗ୍ରହଣଯୋଗ୍ୟ ହେବ କହି ଭାବି ପାରୁ ନ ଥାନ୍ତି। ନିରାପତ୍ତା ପରିଷଦର ସଭ୍ୟମାନେ ଇତି ମଧ୍ୟରେ ନିଜ ନିଜ ଦେଶ ସହିତ ଆଲୋଚନା କରି ସାରିଲେଣି। ସମ୍ପୃକ୍ତ ଦେଶମାନେ ଏହି ଗୋପନୀୟ ଖବର ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥାନ୍ତି। ଏଭଳି ଏକ ସମସ୍ୟାର ସମାଧାନ କରିବା ପାଇଁ ସେମାନେ କି ବାଟ ବା ବତେଇବେ? ଏତ ଏକ ଅତି ଅସାଧାରଣ ସମସ୍ୟା। ଏଭଳି ସମସ୍ୟାର ସମାଧାନର ବାଟ ସବୁ ଦେଶ ମିଳିମିଶି ଯାହା ବାହାର କରିବେ, କୌଣସି ଗୋଟିଏ ଦେଶ ପକ୍ଷରେ ଏହାର ସମାଧାନର ବାଟ ବତେଇବ କାଠିକର ପାଠ। ଜାତିସଂଘର ସେଟ୍ରେଟେରୀ ଜେନେରାଲ ସଭାକକ୍ଷ ଭିତରକୁ ପଶି ଆସିଲେ। ତାଙ୍କ ସହିତ ଆସୁଥାନ୍ତି ସ୍ପ୍ରେନ ପ୍ରତିନିଧି। ସେହି ବର୍ଷ ପାଇଁ ସ୍ପ୍ରେନ ପ୍ରତିନିଧି ନିରାପତ୍ତା ପରିଷଦରେ ସଭାପତି ଥାନ୍ତି। ସେକ୍ରେଟେରୀ ଜେନେରାଲ ଓ ପରିଷଦର ସଭାପତି ବେଶ ଚିନ୍ତାକୁଳ ଥିଲାଭଳି ଦିଶୁଥାନ୍ତି। ସେକ୍ରେଟେରୀ ଜେନେରାଲ ଓ ସଭାପତି ଆସନ ଗ୍ରହଣ କରି ସରିଲାପରେ ସେକ୍ରେଟେରୀ ଜେନେରେଲ ଉଠି ଆଲୋଚନା ଆରମ୍ଭ କଲେ ମୁଁ ଆଶା କରୁଛି, ଆପଣମାନେ ଗତ ରାତି ଭିତରେ କିଛି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚି ପାରିଥିବେ। ଆପଣମାନେ ତା ଦେଖୁଛନ୍ତି, କେତେ ବଡ଼ ସମସ୍ୟା ବର୍ତ୍ତମାନ ପୃଥିବୀର ମୁଣ୍ଡ ଉପରେ। ମୁଁ ଏହାକୁ ଜୀବନ ମରଣ ସମସ୍ୟା ବୋଲି ଭାବୁଛି। ଆପଣମାନଙ୍କ ବିଜ୍ଞ ବିଚାର ଉପରେ ପୃଥିବୀର ଭାଗ୍ୟ ଝୁଲୁଛି। ଆମ ସୂର୍ଯ୍ୟକୁ ଧ୍ୱଂସ କରି ଯଦି ସେମାନେ ଆମ ପୃଥିବୀକୁ ଏକଲକ୍ଷରୁ ଅଧିକ ଆଲୋକବର୍ଷ ଦୂରକୁ ଘେନିଯାନ୍ତି, ମୋର ଛୋଟ ବୁଦ୍ଧିରେ ଯା' ଜଣା ପଡ଼ୁଛି ଆମେ ସେଠି ପହଞ୍ଚିଲା ବେଳକୁ ପୃଥିବୀ ପୂରାପୂରି ଜନମାନବ ଶୂନ୍ୟ ହୋଇ ଯାଇଥିବ। ଆମେ ସେମାନଙ୍କ ପ୍ରସ୍ତାବରେ ରାଜି ନ ହୋଇ ଯଦି ସେମାନଙ୍କ ସହିତ ଯୁଦ୍ଧ